ମାତ୍ର ଏସବୁ ପ୍ରତି ଖାତିର ନକରି ଗୋଡ଼ ଉପରେ ଗୋଡ଼ ନଦି ସେ ବେଶ୍ ବେପରୁଆ ଭଙ୍ଗୀରେ ସିଗାରେଟ ଖାଉଥା'ନ୍ତି। ତାଙ୍କର ଅତି ପାଖରେ ପ୍ରାୟ ତାଙ୍କ ଉପରକୁ ଆଉଜିଲା ପରି, ଦାଶରଥିବାବୁ ଭିଡ଼ ଯୋଗୁଁ ବଡ଼ ସଙ୍କୁଚିତ ହୋଇ ବସିଥା'ନ୍ତି। ସେ କିନ୍ତୁ ବୈରାଗୀ ରାୟଙ୍କର ସମ୍ପୂର୍ଣ୍ଣ ବିପରୀତ ଦେହଟା ଅସମ୍ଭବ ମୋଟା, ଉଦର ଅତ୍ୟଧିକ ଫୀତ, ମୁଣ୍ଡ ଚନ୍ଦା, ଦେହରେ ପରିଷ୍କାର ଟେରିଲିନ ପୋଷାକ, ହାତରେ ଘଣ୍ଟା ଓ ମୁଦି। ସମଗ୍ର ଚେହେରାରୁ ଆଭିଜାତ୍ୟର ସୂଚନା ମିଳୁଛି। ଅଥଚ ଓଠ କଣରେ ସର୍ବଦା ଲାଗିଥିବା ସ୍ଵଭାବ ସୁଲଭ ସେହି ଅଦ୍ଭୁତ ପ୍ରକାରର ପାଣିଚିଆ ହସଟା, ନିରୀହ ଆଖି ଦୁଇଟା ତାଙ୍କର ଏତେବଡ଼ ଚେହେରାକୁ ଯେମିତି ବେଢ଼ଙ୍ଗ କରି ଦଉଚି। ବିରାଟ ଦେହକୁ ଯଥାସମ୍ଭବ ସଙ୍କୁଚିତ କରି ସେ ଦୀର୍ଘଶ୍ୱାସ ଛାଡ଼ୁଥା'ନ୍ତି। ବସଟା ହଠାତ୍ ଏକ ଗଡ଼ାଣିରୁ ଗଡ଼ିଗଲା। ଦାଶରଥିବାବୁ ସମ୍ପୂର୍ଣ୍ଣ ଭାବେ ବୈରାଗୀବାବୁଙ୍କ ଉପରେ ଢଳି ପଡ଼ିଲେ। ବୈରାଗୀବାବୁ "ଓ, ହୋ ହୋ" ବୋଲି କହି ମୁଣ୍ଡ ଆଉଁସିଲା ବେଳେ, ଦାଶରଥିବାବୁ ସିଧା ହୋଇ ବସି ସେମିତି ପାଣିଚିଆ ହସି କହିଲେ, "ଆଜ୍ଞା, ଆପଣଙ୍କ ନାମଟା କଣ କହିଲେ? ଯାହା, ଭୁଲିଗଲି।" ବାହାରକୁ ସେମିତି ଗଭୀର ଦୃଷ୍ଟି ଫିଙ୍ଗି, ବେପରୁଆ କଣ୍ଠରେ କହିଲେ, "ବୈରାଗୀ ରାୟ।"ଦାଶରଥିବାବୁ ଏଥର ଆଉ ଟିକିଏ ପାଖକୁ ଘୁଞ୍ଚିଆସି, ଅଳ୍ପ ଅଳ୍ପ ହସି କହିଲେ, "ବୁଝିଲେ ନା ରାୟବାବୁ, ଆପଣ ଯେ ଏତେ ପତଳା ହୋଇଛନ୍ତି, ତାହା ଏହି ବସ ଭିତରେ ହିଁ ଯଥାର୍ଥ କାର୍ଯ୍ୟରେ ଆସୁଚି। ଦେଖନ୍ତୁ ତ, କେତେ ଅଳ୍ପ ଜାଗାରେ ଆପଣ ବସିଚନ୍ତି, ଆଉ ମୁଁ ସେତକ ନପାରି, ମୋର ଊର୍ଦ୍ଧ୍ଵଶ୍ଵାସ ଉଠିଲାଣି।" ବୈରାଗୀବାବୁ ତାଙ୍କର ତୀର୍ଯ୍ୟକ ଦୃଷ୍ଟି, ଦାଶରଥିବାବୁଙ୍କ ମେଦବହୁଳ ଶରୀର ଉପରେ ନ୍ୟସ୍ତ କରି, ମୃଦୁ ହସି କହିଲେ, "ଠିକ୍ କହିଛନ୍ତି।" ଦାଶରଥିବାବୁ ଉତ୍ସୁକିତ ହୋଇ, ରୁମାଲରେ ବିଞ୍ଚି ହଉ ହଉ ରାୟବାବୁଙ୍କ ମୁହଁକୁ ଚାହିଁଥା'ନ୍ତି। ଏତେବଡ଼ ମୁଣ୍ଡ ସହ ରୋଗା ଦେହ ଓ ସେହି ଅଘଟଣ ପୋଷାକ ଭିତରେ ସୁଦ୍ଧା, ତାଙ୍କର ସିଗାରେଟ ଟାଣିବାର ଉଦ୍ଧତ ଭଙ୍ଗୀଟା କେଜାଣି କାହିଁକି ତାଙ୍କୁ ଭଲ ଲାଗୁଥାଏ। ସେ ତତ୍କ୍ଷଣାତ୍ ନିଜ ପକେଟରେ ହାତ ଗଳାଇ ସିଗାରେଟ ଖୋଜିଲେ। ସେତେବେଳେ 'ଥକା ମନ ଚାଲି ଯିବା' ଗୀତ ସରିଯାଇଚି। ଖଞ୍ଜଣି ମାଡ଼ ବନ୍ଦ ହୋଇ ଯାଇଚି। ଖୁନ୍ଦାଖୁନ୍ଦି ହୋଇ ବସିଥିବା ଲୋକମାନେ ସାଧୁବାବାଙ୍କ ଆଲୋଚନାରେ ବ୍ୟସ୍ତ। କିଏ କହୁଚି ସେ ବହୁତ ଜରୁରୀ କାର୍ଯ୍ୟ ଛାଡ଼ି ଆସିଚି, କିଏ କହୁଚି ବ୍ୟବସାୟ ନଷ୍ଟ କରି ଆସିଚି, କିଏ କହୁଚି, ବାବା ଚାହିଁଲେ ସେ ଦଶହଜାର ମଧ୍ୟ ଖର୍ଚ୍ଚ କରି ତାଙ୍କ ରହିବାର ସ୍ଥାୟୀ ବନ୍ଦୋବସ୍ତ କରି ଦବ। ସିଗାରଟରେ ଏକ ଜୋର ଟାଣ ଦେଇ ଧୂଆଁ ଛାଡ଼ୁ ଛାଡ଼ୁ, ଦାଶରଥିବାବୁ ଚତୁର୍ଦ୍ଦିଗକୁ ଥରେ ଚାହିଁନେଲେ, ତା' ପରେ ରାୟବାବୁଙ୍କୁ ଚାହିଁ କହିଲେ, "ଜାଣିଲେ ଆଜ୍ଞା, ଆଜିକାଲି ସମାଜରେ ଦୁର୍ନୀତି, ଅନ୍ୟାୟ, ପାପାଚାର ଯେତିକି ପରିମାଣରେ ବଢ଼ୁଚି, ଅନ୍ୟପକ୍ଷରେ ଲୋକମାନଙ୍କ ମନର ଈଶ୍ୱର ବିଶ୍ୱାସ ଓ ଧର୍ମଭାବ ମଧ୍ୟ ସେତିକି ବଢ଼ୁଚି। କ'ଣ କହୁଛନ୍ତି?" ରାୟବାବୁ ତାଙ୍କ ସିଗାରେଟରେ ଶେଷ ଟାଣି ଦେଇ, ତାକୁ ବାହାରକୁ ଫିଙ୍ଗି ଦଉ ଦଉ ଏକ ପ୍ରବୀଣ ଚାହାଣୀ ହାଣି କହିଲେ, "ଧର୍ମଭାବ କହିଲେ ଆପଣ କ'ଣ ବୁଝନ୍ତି ଶୁଣେ?" ଦାଶରଥିବାବୁ କହିଲେ, "ଧର୍ମଭାବ ମାନେ, ମାନେ, ମାନେ ଏଇଯେ ଆଜିକାଲି ଗ୍ରାମେ ଗ୍ରାମେ ସହରେ ସହରେ ସତ୍ସଙ୍ଗ ଅନୁଷ୍ଠାନ ଗଢ଼ି ଉଠୁଚି, ଦିବ୍ୟଜୀବନ ସଂଘ ପ୍ର ପ୍ରତିଷ୍ଠିତ ହେଉଛି। ସାହି ସାହିରେ ଅନ୍ତତଃ ମାସକୁ ଥରେ ସଂଘବଦ୍ଧ ଭାବେ ଗୀତା-ରାମାୟଣ ହେଉଛି। ପ୍ରତି ସହରରେ, ପ୍ରତି ମାସରେ ଅନ୍ତତଃ ଥରେ ଲେଖାଁ ଧର୍ମ ସଭା"